ଯେଉଁଦିନ ହାତ ଗୋଡ଼ ପଡ଼ିଯିବ, ସେଦିନ ଦୁନିଆ ସଇଲା। ମୋ ଦିନରେ କେତେ କାମ କରୁଥିଲ ଝିଅ, କିନ୍ତୁ ଏଇନେ କିଛି ପାରୁନାହିଁ। ଖାଲିରେ ପବନ ଟେକୁଛି। ରାଜକୁମାରୀ ନାଁ ଟିକୁ ଲିଷ୍ଟରେ ମିଳାଇ ନେଇ ବନଲତା ଦାସ ପଚାରିଲେ, ତୁମର ସ୍ୱାମୀଙ୍କ ନାଁ କଣ ସୁନ୍ଦରମଣି? ଏଇ ନାଁ ଶୁଣି ବୃଦ୍ଧା ରାଜକୁମାରୀ ଆଖିରୁ ଧାର ଧାର ହୋଇ ଲୁହ ବୋହିଲା। ସତେ କି ଶ୍ରାବଣୀ ମେଘରୁ ଧାରା ବହୁଛି। ଘଡ଼ିକେ ବନ୍ୟା ହେବ! କଣ ହେଲା ମାଉସୀ? ବୃଦ୍ଧା ରାଜକୁମାରୀ ସେ କଥାର ଉତ୍ତର ଦେଇ ପାରିଲା ନାହିଁ। ତା' ମନ ଭିତରେ ଅତୀତ ଆସି ବସିଥାଏ। ଅତୀତର ସବୁ ଘଟଣା ଆଖି ଆଗରେ ଝଲସି ଉଠୁଥାଏ। ଗିରସ୍ତ ସୁନ୍ଦରମଣି ତ ଖାଲି ମଣିଷଟିଏ ନ ଥିଲା, ଥିଲା, ପାଞ୍ଚହାତିଆ ବାଘଟିଏ। ତା ମୁହଁକୁ ଦେଖିଲେ ଭୟ ଲାଗୁଥିଲା। କିନ୍ତୁ ସେ ଭୟଙ୍କର ମୁହଁରେ ତା' ପାଇଁ କେତେ ହସ, କେତେ ଜୀବନ! ଛାତିରେ ଶତ ସିଂହର ବଳ। ତାକୁ ଦେଖିଲେ ସୋହାଗରେ ଫାଟି ପଡ଼େ। ସୁବିଧା ଦେଖି ଛାତି ପାଖକୁ ଭିଡ଼ି ନେଇ ମିଠା ମିଠା କଥା କହେ, ସୁଆଦିଆ ବୋକ ଦିଏ। ନାକ ପୁଡ଼ା ଦି'ଟା ଠିଆ, ଠିଆ ହୋଇଯାଏ। ଜଣାପଡ଼େ ନାକରୁ ନିଆଁ ପବନ ବହାରୁଛି। ଝଡ଼ କି ବରଷା ରାତିର ଭୟ ମୋଟେ ଜଣା ପଡ଼ୁ ନ ଥାଏ। ତା' ଛାତି ତଳଟା ପ୍ରଶସ୍ତ କି ନା! ବେଳେ ବେଳେ ସପନ ଦେଖି ଚମକି ପଡ଼ିଲେ ଚିବୁକ ଧରି ପଚାରେ, ମୁଁ ପାଖରେ ଥାଉ ଥାଉ କାହାକୁ ଭୟ କରୁଛୁ? ଯାହା କହିବୁ କରିବି, ଯାହା ମାଗିଲେ ଦେବି। ସମସ୍ତେ କହିଲେ ତା'ଠୁ ବଳି ଭାଗ୍ୟବତୀ ଆଉ କେହି ନାହିଁ। ତପସ୍ୟା କରି ସୁନ୍ଦରମଣିକୁ ପାଇଛି। ସେ କଥା ବି ସତ। ବାହା ହେବାର ଅନେକ ବର୍ଷ ଯାଏ ଅଭାବ, ଅସୁବିଧା ଜଣା ପଡ଼ି ନ ଥିଲା। ଏକର, ଏକର ଜମି। ଜମି ଉପରେ ଭଳି ଭଳିକା ଗଛ। ଗଡ଼ିଆର ମାଛଗୁଡ଼ାକ ମଧୁରିଆ ବୋଲି ବାହାର ଲୋକେ ଅଧିକ ଦାମ୍ରେ କିଣି ନେଉଥିଲେ। ମାଛମରା ଟଙ୍କାଟା କସ୍ତା ଶାଢ଼ିରେ ଖର୍ଚ୍ଚ ହେଉଥିଲା। ଆପତ୍ତି କଲେ ଉତ୍ତର ମିଳେ, ତୋ' ପାଇଁ ମୋର ସବୁଲୋ କୁମାରୀ! ଦୁନିଆରେ ତୁ ମୋ ଆଖିରେ କେତେ ସୁନ୍ଦର ଦିଶୁ ଜାଣିଲେ ଏମିତି କଥା କହନ୍ତୁ ନାହିଁ। ଏତେ ଆନନ୍ଦ, ଏତେ ଖୁସି ଅଦେଖା ଦିଅଁ ସହି ପାରିଲା ନାହିଁ। ଚିଲିକାରେ ଅଚାନକ ଝଡ଼ ହେଲା। ସମୁଦ୍ରପାଣି ଚିଲିକା ଭିତରେ ପଶି ଏଡ଼େ ସୁନ୍ଦର ଗାଁ'ଟାକୁ ଛାରଖାର କରିଦେଲା। କିନ୍ତୁ ସେ ଝଡ଼ ସୁନ୍ଦରମଣିର କିଛି ହେଲେ କ୍ଷତି କରି ପାରି ନ ଥାନ୍ତା। ପାଣିରେ ପହଁରି ପହଁରି ଅନ୍ୟମାନଙ୍କ ପରି କୂଳରେ ଲାଗି ଯାଇଥାନ୍ତା। ଶେଷକୁ ସେ ଓ ତାର ରୂପ କାଳ ହୋଇ ସୁନ୍ଦରମଣିକୁ ଗ୍ରାସକଲା। ତାକୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ମରିଗଲା। ବୋଧହୁଏ ପାରିକୁଦର ସାଆନ୍ତମାନଙ୍କ ପାଇଁ ସେ ଜୀଇଁଛି। ନ ହେଲେ ଏ ଆଲୋଡ଼ା ଦେହଟା କି ଦରକାର ଥିଲା? ରାଜକୁମାରୀ କାନ୍ଦ ଦେଖି ଉପସ୍ଥିତି ସ୍ତ୍ରୀ ପୁରୁଷ କେଇଜଣ ହସିଲେ। ଭାବିଲେ ଭୋଟକେନ୍ଦ୍ରରେ ପହୁଞ୍ଚି ଭୋଟ ଦେଇ ଶିଖି ନାହିଁ ବୋଲି କାନ୍ଦୁଛି। ସେ କଥା କହିଦେଲେ କଣ ସରକାରୀ ଲୋକେ ଶିଖାଇ ଦିଅନ୍ତେ ନାହିଁ? ବନଲତା ଦାସଙ୍କ ପରେ ମିଶ୍ରବାବୁ ଆନୁସଙ୍ଗିକ ବିଷୟତକ ବାରମ୍ୱାର ବୁଝାଇ, ବୁଝାଇ ବ୍ୟସ୍ତ ହେଲେ। ତା'ପରେ ଭୋଟ କାଗଜଟିଏ ବଢ଼ାଇ ଦେଇ ମହାପାତ୍ରଙ୍କ ନିକଟକୁ ପଠାଇଲେ। ଆଖିକୁ ଭଲରୂପେ ଦିଶୁ ନ ଥିବାର ଜାଣିପାରି ଦାୟିତ୍ୱ ସମ୍ପନ୍ନ ଅଫିସର ଅଶୋକ ପାତ୍ର ବୃଦ୍ଧାଙ୍କର ଅନୁଗମନ କଲେ। କାହାକୁ ଭୋଟ ଦେବ ମାଉସୀ? ଭୋଟ ଦେଲେ କଣ ହୁଏ ବାବୁ? ଭୋଟ ପାଇଲା ଲୋକ ଆମ ବ୍ୟବସ୍ଥା ସଭାକୁ ଯାଆନ୍ତି। ଦେଶର ଭଲମନ୍ଦ କଥା ବୁଝନ୍ତି। ଅଭାବ ଅସୁବିଧାପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତା'ର ପ୍ରତିକାର ବ୍ୟବସ୍ଥା କରନ୍ତି। କାହାକୁ ଭୋଟ ଦେବ କୁହ? ତମେ ଭଲ ଲୋକଟିଏ ପରି ଜଣାଯାଉଛ ବାବୁ। କାହାକୁ ଭୋଟ ଦେବି କହିଲ? ମୁଁ କେମିତି କହିବି ମାଉସୀ? ଯିଏ ଭଲଲୋକ ବୋଲି ଜାଣିଛ କି ଚିହ୍ନିଛ ତାକୁ ଦେଉନାଁ? ମୁଁ କାହାକୁ ହେଲେ ଜାଣେ ନାହିଁ କି ଚିହ୍ନେ ନାହିଁ। ଖାଲି ଆମ ସାଆନ୍ତଙ୍କ ଦାଉରେ ପଡ଼ି।